କାଳରାତ୍ରି ଆସିଲା। ସ୍ୱାମୀଙ୍କ ହାତଟି ପୁଅ ହାତରେ ଥୋଇ ଦେଇଥିଲେ ଥରିଲା ହାତରେ ମମତାଦେବୀ। ବାପାଙ୍କ ହାତକୁ ନିଜ ହାତରୁ କାଢ଼ି ନେଇ କୁଣ୍ତେଇ ଉପରେ ମାତ୍ର ତିନିବର୍ଷର ପୁଅ ବିବେକାନନ୍ଦ ଥୋଇ ଦେଇଥିଲା। ଉଭୟେ କାନ୍ଦି ଉଠିଥିଲେ, ମମତା ଦେବୀ ସଂସାରର ଏତେ ବଡ଼ ମମତା ତୁଟାଇ ଦେଇ ଚାଲିଗଲେ। ବୟସ, ଧନସମ୍ପଦ ସବୁ ଥିଲା ଡକ୍ଟର ମହାନ୍ତିଙ୍କର। ଦ୍ୱିତୀୟ ବାର ଗ୍ରହଣ ପାଇଁ ବନ୍ଧୁବାନ୍ଧବ ଜିଦ୍ ଧରିଲେ। ମହାନ୍ତି ଶୁଣିଲେ ନାହିଁ। ଦୁଇ ତିନି ବର୍ଷ ଗିଡ଼ିଗଲା। ପୁଅ ବିବେକ ବାପାଙ୍କୁ କହିଥିଲା-ବାପା, ମୋ ପାଇଁ ଗୋଟିଏ ବୋଉ ଆଣ। ବାପାଙ୍କ ଆଖିରୁ ଲୁହ ଗଡ଼ିଗଲା-। ହେଲେ ପୁଅ ବୁଝିଲା ନାହିଁ। କାନ୍ଦ କାନ୍ଦି ବେଦମ୍ ହେଲା। ଡକ୍ଟର ମହାନ୍ତି ମନସ୍ତତ୍ତ୍ୱ ଅଧ୍ୟାପକ ହେଲେ ବି ଏଇ ଅବୁଝା ପିଲାଟିକୁ କିଛି ବୁଝାଇ ପାରିଲେ ନାହିଁ। ସେ ଜାଣି ଜାଣି ଗୋଟାଏ ନାଗସାପ ଆଣି ପୁଅ ବେକରେ ଗଳାଇ ଦେବାକୁ ଚାହିଁ ନ ଥିଲେ। ପୁଅ ବଡ଼ ହବ, ବିବାହ କରିବ-। ସାତ ପୁରୁଷି ମହାନ୍ତି ଘରକୁ କୁଳ ଦୀପ ମିଳିଯିବ। କି ଆଶା? ଅବୁଝା ପୁଅକୁ ସେ ବୁଝାଇ ପାରିଲେ ନାହିଁ। କାନ୍ଦି କାନ୍ଦି ବିବେକାନନ୍ଦ ଶୋଇ ପଡ଼ିଲା-। ପାହାନ୍ତିଆରେ ମା'ମା' ବୋଲ ଚିତ୍କାର କଲା। ଉଠି ପଡ଼ି ପୁଣି ଶୋଇଲା। ହେଲେ, ହାତଟି ପ୍ରିୟ କଣ୍ତେଇଟି ଉପରେ ସେମିତି ଥାଏ। ଡକ୍ଟର ମହାନ୍ତି କ'ଣ କରିବେ, ଏଇ ଚିନ୍ତାରେ ବଡ଼ ଛଟପଟ ହେଲେ। ବଡ଼ଙ୍କୁ ସିନା ବୁଝାଇ ଦେଲେ, ପୁଅକୁ ବୁଝାଇବେ କିପରି? ଭାବୁ ଭାବୁ ପାହାନ୍ତିଆକୁ ନିଦ ଆସି ଯାଇଥିଲା। ସକାଳେ ଚାଉଁ କିନା ନିଦ ଭାଜିଗଲା। ଦରାଣ୍ତି ପକାଇଲେ, ପାଖରେ ପୁଅ ନାହିଁ। ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ। ପୁଅ ମାଆଙ୍କ ଫଟୋ ପାଖରେ ଛିଡ଼ା ହୋଇଚି। ତା ଆଖିରୁ ଧାର ଧାର ହୋଇ ଲୁହ ଗଡ଼ିଯାଉଚି। କୁଣ୍ତେଇଟି ସେମିତି ହାତରେ ଅଛି। ଡକ୍ଟର ମହାନ୍ତି କାନ୍ଦି ପକାଇଲେ। ପୁଅକୁ କାଖେଇ ପକାଇ କହିଲେ-ହଉ ବୋଉଟିଏ ଆଣିବା। ଏଇତକରେ ପୁଅ ହସିଉଠିଲା। କହିଲା-ଆଜି ଆଣ। ଡକ୍ଟର ମହାନ୍ତି ବହୁ ଭାବି ଚିନ୍ତି କହିଲେ-ହଁ ରେ ବାବୁ, ଆଜି ଆଣିବା। ହେଲେ ଯାହାକୁ ଆଣିବା, ସେ ବଡ଼ ଦୁଷ୍ଟ। ତୋ ପୁଅକୁ ନେଇ ଫୋପାଡ଼ି ଦେବ। ମତେ ବିରକ୍ତ ହେବ। ତତେ ଗେଲ କରିବ ନାହିଁ। ବିବେକାନନ୍ଦ କହିଲା-ମତେ ଗେଲ ନ କରୁ, ଆଉ ତୁମକୁ ବିରକ୍ତ ହେଉ ପଛକେ, ବୋଉଟିଏ ଆଣ। କୁଣ୍ତେଇ ନାମ ମଧ୍ୟ ସେ ଉଚ୍ଚାରଣ କଲା ନାହିଁ। ମହାନ୍ତି କହିଲେ-ଆଉ ତୋ କୁଣ୍ତେଇଟିକୁ ଏତିକିରେ କଥା ଅଟକି ଗଲା, ପୁଅ କହିଦେଲା-ଥାଉ ତେବେ। ମୋ କୁଣ୍ଡେଇଟିକୁ ସେ ଫୋପାଡ଼ି ଦେଲେ ମୁଁ ତାକୁ ଆଣିବି ନାହିଁ। ଡକ୍ଟର। ମହାନ୍ତି ଶାନ୍ତିରେ ନିଶ୍ୱାସ ମାରିଲେ। ଗୋଟାଏ ବଡ଼ ଝଡ଼ ତାଙ୍କ ଉପରେ ବୋହିଗଲା, ହେଲେ ତାଙ୍କର କିଛି କ୍ଷତି କରି ପାରିଲା ନାହିଁ। ବିବେକାନନ୍ଦର ଉଭୟ ବାପ ଓ ମା'ର କର୍ତ୍ତବ୍ୟ ଡକ୍ଟର ମହାନ୍ତି ତୁଲାଇବାରେ ଲାଗିଲେ। ବିବେକାନନ୍ଦ ବେଶ୍ ଡଉଲ ଡାଉଲ ହୋଇ ବଢ଼ି ଚାଲିଲା। ପୁଣି ବିବେକାନନ୍ଦଙ୍କ ଘର ସଂସାର ଅତି ଉଲ୍ଲାସପୂର୍ଣ୍ଣ ହୋଇ ଉଠିଲା। ଦିନ ପରେ ଦିନ ଗଡ଼ିଚାଲିଲା। ହଠାତ୍ ଦିନେ ସ୍କୁଲରୁ ଦିହରେ ଦିହ ଜ୍ୱର ଘେନି ବିବେକାନନ୍ଦ ଘରକୁ ଫେରିଲା। ଡକ୍ଟର ମହାନ୍ତିଙ୍କ ଛାତି ଥରିଉଠିଲା। ମୂଳରୁ ଜ୍ୱରଟାକୁ ନ ଜଗିଲେ-ଆଉ ଭାବି ପାରିଲେ ନାହିଁ ଡକ୍ଟର ମହାନ୍ତି। ଧାର ଧାର ହୋଇ ତାଙ୍କ ଆଖିରୁ ଲୁହ ଗଡ଼ିଗଲା। ଡାକ୍ତରମାନେ ଆଶ୍ୱାସନା ବାଣୀ ଶୁଣାଇ ଚାଲିଗଲେ, ଔଷଧର ବ୍ୟବସ୍ଥା ବତାଇ ଦେଇ। କେତେ ପରୀକ୍ଷା ନିରୀକ୍ଷା ହେଲା, ହେଲେ ପୁଅ ସୁସ୍ଥ ହେଲାନାହିଁ। ଚିନ୍ତାରେ ଡକ୍ଟର ମହାନ୍ତି ଭାଙ୍ଗି ପଡ଼ିଲେ। ଦୀପ ନିଭିଯିବା ପୂର୍ବରୁ ତେଜି ଉଠିବା ପରି ବିବେକନନ୍ଦର ଅବସ୍ଥା ଟିକିଏ ଭଲ ପରି ଜଣାଗଲା। ଧାଈକୁ ପୁଅ ପାଖରେ ରଖାଇ ଦେଇ ସେ ଡାକ୍ତରଙ୍କ ପାଖକୁ ଗଲେ। ଔଷଧ ଧରି ଫେରିଲେ। ଯାହା ଦେଖିଲେ, ସେଥିରେ ତାଙ୍କର ଦେହ ସ୍ଥାଣୁ ପାଲଟିଗଲା। ସେ ଜଡ଼ ପରି ଛିଡ଼ା ହୋଇଗଲେ। ପୁଅର ପ୍ରସନ୍ନ ମୁହଁଟି ସଜଫୁଟା ଫୁଲଟିଏ ପବନରେ ଝଡ଼ି ତଳେ ପଡ଼ିଗଲା ପରି ଦିଶୁଚୁ। କୁଣ୍ଢେଇଟି ପୁଅର ପେଟ ଓ ଛାତି ଉପରେ ନିଶ୍ଚିନ୍ତ ହୋଇ ଶୋଇଚି। ଗାଁ ଲୋକେ ଆସିଲେ।